ଏଇ ମାଟି ଉପରେ ପହିଲୁ ଅସରା ବରଷା ପାଣିରେ ଶୁଖିଲା ମାଟିର ଉଷୁମ ଗନ୍ଧକୁ ନାକରେ ନେଇ ଆସନ୍ତା ଫସଲର ଅମଳକୁ ସପନ ଦେଖି ଦେଖି ମନ ଫୁଲାଣିରେ ଗୀତ ଗାଇଯାଇଛନ୍ତି। ଏଇ ମାଟି ଉପରେ ବନ ମାଡ଼ିଆସି, ବଥା ଉପରେ ଲେପ ଦେଇଗଲାପରି ପଟୁ ପକେଇ ଦେଇଯାଏ। ଏଇ ମାଟି ଉପରେ ସୁନା ଦରିଆରେ ଲହଡ଼ି ମାରିଲା ପରି ନାଲା ନାଲା ଧାନଶିକ୍ଷ୍ୟା ଖ୍ୟାତି ଫୁଲାଇ ଶାଁ ଶାଁ ଶବଦ କରୁଥାଏ, ବର୍ଷ ବର୍ଷ ଧରି। ଏବେବି କରୁଛି। ଏବେବି ସେ ଛାଡ଼ିଯାଇ ନାହିଁ ଏ ଗାଁଟାକୁ। ଆଜିବି ସେଇ ଧାନର ବାସନା କେତେ ଘରେ ଗୁରୁବାର ସେର ଖଟୁଳିରେ ଠାକୁରାଣୀ ହେଇ ହସୁଛି। ଏଇ ମାଟି ଏଇ ମାଟି ଏଇ ମାଟିକି ସେ ଛାଡ଼ିଯିବ କୁଆଡ଼େ! ବାପ ଗୋପାଇଁବାପ ଚଉଦ ପୁରୁଷ ଏଇମାଟିରେ ମିଶିଚନ୍ତି। ଏ ମାଟି ତ ଆଉ ମାଟି ହୋଇ ନାହିଁ ତୀର୍ଥ। ବାପ ଦାଦାଙ୍କର ପିଣ୍ଡ। ବାପ ଦାଦାଙ୍କର ଆତ୍ମା ଏଠି ବୁଲୁଚି। ତାଙ୍କର ବଂଶରେ ଯିଏ ଅଧର୍ମ କରିବ। ସେ ଆତ୍ମା ସେ ଦେବତା ସତେ ଯେମିତି ବଜ୍ରଚଡ଼କ ପକେଇବା ପାଇଁ ସବୁବେଳେ ଜଗତା ହୋଇ ଠିଆ ହୋଇଛନ୍ତି। ସେଇ ବାପଦାଦା, ଅଜା ଗୋସାଇଁବାପ ଆଜି ଯେମିତି ଉଚ୍ଚ ଉଚ୍ଚ ନିଛାଟିଆ ତାଳଗଛ ଶୁଖିଲା ପତର ଉପରୁ ରଡ଼ି ଛାଡ଼ିଛନ୍ତି ଧର୍ମଗଲା ଧର୍ମଗଲା! ଧର୍ମ କୁଆଡ଼େ ଗଲା? ଏଠି ତ ମଣିଷକୁ ଫିଟିଯିବାର ରାସ୍ତା ନାହିଁ ଧର୍ମଗଲା କିମିତି? ଗାଁଟା ଉପରେ ଯେମିତି ଗୋଟିଏ ପେଷା ବୁଲୁଛି ଚକି ପଥର ଚକି। ଗାଁ ଚଉକିଆ ପ୍ରେସିଡ଼େଣ୍ଟ ଜମିଦାର ସାଉକାର ସମସ୍ତେ ବୁଲେଇଚନ୍ତି ସେଇ ଚକିକି ଦିନରାତିକି। ମଣିଷ ହେଇ ମଣିଷକୁ ଗୋଡ଼ି ମାଟିପରି ବେଖାତିର କରି ଯାଉଛନ୍ତି ଏମାନେ। ଚକି ସାଙ୍ଗରେ ନିଜେ ଚକି ହୋଇ ଯାଉଛନ୍ତି ମଣିଷକୁ ପେଷିବାପାଇଁ, ମଣିଷ ଛାତି ଘେନି ମଣିଷ ମଣିଷର ଦୁଃଖ ବୁଝୁନାହିଁ। ମଣିଷ ହୋଇ ମଣିଷକୁ ଶୋଷି ପେଷି ଖାଇଯାଉଛନ୍ତି। ଧର୍ମ ଗଲା କୁଆଡ଼େ! ଧର୍ମ ଯିବ କୁଆଡ଼େ। ଧର୍ମବି କ'ଣ ଡରୁନାହିଁ ଏ ପେଷାକୁ? ହଁ, ଧର୍ମ ରହିଛି। ପେପେଁଇ ଅମିସାରେ ପଇଆଁ ଖାଡ଼ି ଜାଳି ବଡ଼ ବଡ଼ିଙ୍କୁ ଡାକିଲାବେଳେ ଧର୍ମ ସେମିତି ଜଳଜଳକି ଅନାଇ ଥାଏ। କାଳୀ ମୂର୍ତ୍ତିଗଢ଼ି ବୋଦାପେଣ୍ଠି ବଳେଇ ପକାଇଲାବେଳେ ଧର୍ମ ସେମିତି କାଠ ହେଇ ଯୂପକାଠପରି ଠିଆ ହୋଇଥାଏ। ଧର୍ମ ନାହିଁ ଆଉ ଗଲା କୁଆଡ଼େ? ତଥାପି ଏ ଗାଁ। ଖଣ୍ଡଖଣ୍ଡ ହେଇଯାଉଛି। ତଥାପି ରତନୀପରି କେତେ ମାଙ୍କ ଥନରୁ କ୍ଷୀର ଶୁଖିଯାଉଛି। କାହିଁକି? ଧର୍ମ କ'ଣ ନାହିଁ? କଳିକାଳରେ ଧର୍ମ କ'ଣ ନାହିଁ? ସପନା ସାଆନ୍ତ ପୁଅ ମଲା। ଚିଠି ଆସିଲା ଯେଉଁଦିନ, ସପନା ସାଆନ୍ତ ସେଦିନ ମୁଣ୍ଡ ବାଡ଼େଇ ଦେଇ କହିଲା ଧର୍ମନାହିଁ ଧର୍ମ ନାହିଁ ସତେ କ'ଣ ଧର୍ମନାହିଁ? ସପନା ସାଆନ୍ତ କି ଅଧର୍ମ କରିଥିଲା। ପଟ୍ଟନାହାକ ପଡ଼ାରେ ସବୁଠୁ ଗରିବ ସେଇ। ଏଇ ଗରିବ ହେବାଟାଇ ଥିଲା ତା'ର ଅଧର୍ମ। ପରକୁ ଠକି ଶୋଷିଖାଇବାକୁ ବାଟ ସେ ପାଇ ନଥିଲା ବୋଲି ସେ ଥିଲା ଦୋଷୀ, ଅଧର୍ମୀ। ଘର ଖଣ୍ଡକ ଛପର ହୋଇପାରେ ନାହିଁ ବରଷକୁ ବରଷ। ଅଧେ କାନ୍ଥଡ଼ା ଠିଆହେଲା। ମୂଲଲାଗି ଖାଇବାକୁ ନିଜମାଡ଼। ସମସ୍ତଙ୍କ ଘରେ ଯାଇ ଖିଦିମତ କରେ। କାମ କାର୍ଯ୍ୟ ତୁଲାଏ। କାହାରିଠୁ ପଇସାଟିଏ ନିଏ ନାହିଁ। ମାଗେ ନାହିଁ। କିନ୍ତୁ ଯାହାର ଯାହା ହେଲା, ସପନା ସାଆନ୍ତକୁ ଡାକ। ସପନା ସାଆନ୍ତ ଯେ କେମିତି ଚଳୁଛି ତା' ଦିନ କେମିତି ଯାଉଛି, କେହି ବୁଝନ୍ତି ନାହିଁ। ସପନା ସାଆନ୍ତ ସେମିତି ମଲା ତା'ରି ଆଖି ଆଗରେ ମଲା। ମଡ଼ା ଉଠେଇବାକୁ ପୁଣି ଭାଇ କୁଟୁମ୍ୱଙ୍କୁ ଡାକିବାକୁ ପଡ଼ିଲା। ଗୋଡ଼ ହାତ ଧରି ନେହୁରା ହେବାକୁ ପଡ଼ିଲା। ସପନା ସାଆନ୍ତ କେତେ ମୁର୍ଦାର ଉଠେଇ ନ ଥିବ, କେତେ ଲୋକଙ୍କ ବାପ ଅଜାଙ୍କ ମୁହଁରେ ନିଆଁ ଖୁଣ୍ଟ ଖେଞ୍ଚି ନଥିବ, କିନ୍ତୁ ତା' ମୁହଁରେ ନିଆଁ ଦେବାକୁ କେହି ରହିଲେ ନାହିଁ। ମଶାଣି ଭୂଇଁରେ ସେମିତି ଗଡ଼େଇ ଦେଇ ଆସିଲେ ତାକୁ। କୁକୁର ଶିଆଳ ଖାଇଲେ ତାକୁ। ଆଉ ମଦନ ପଟ୍ଟନାୟକ ବାପ ବୁଢ଼ା ସକାଳୁ ନାଆଁ ଧଇଲେ ଖାଇବାକୁ ମିଳିବ ନାହିଁ; ତା' ମଡ଼ା କାନ୍ଧେଇବା ପାଇଁ ପୁଣି ଛଡ଼ାଛଡ଼ି ହେଲେ ଲୋକେ। କିଏ ରାଗିଲା, ରୁଷିଲା, ତା' ଭାଗରେ ବୁଢ଼ାକୁ କାନ୍ଧେଇବାକୁ ଭାଗ୍ୟ ପଡ଼ିଲା ନାହିଁ ବୋଲି। ହାତ ଘେନି ସେ କାହାକୁ କେବେ ଦେଇ ନାହିଁ ମୁଠେ, ତଥାପି ଧର୍ମ ତାକୁ ସହିଲା। ଧର୍ମ ତା' ପକ୍ଷକୁ ଆଉଜିଲା।